ଯଦୁମଣି କେତୋଟି ନାରୀର ଅବଶ୍ୟ ସୌନ୍ଦର୍ଯ୍ୟ ବର୍ଣ୍ଣନାରେ ସିଦ୍ଧହସ୍ତତା ଦେଖାନ୍ତି ସତ କିନ୍ତୁ ଅଧିକାଂଶ କ୍ଷେତ୍ରରେ ନାରୀକୁ ମଧ୍ୟ ବିଦ୍ରୂତ କରନ୍ତି। ଥରେ ତାଙ୍କର ପ୍ରିୟରାଜା ବିନାୟକ ନିଜପତ୍ନୀଙ୍କ ସହିତ ସୁଖାସନରେ ବସିଥିବାବେଳେ ପଚାରିଲେ- 'ଆଚ୍ଛା ଯଦୁମଣି, ତୁମ୍ଭେ ତ ସମସ୍ତଙ୍କୁ ଏପରି ବିଦ୍ରୂପ କରି କହି ଚାଲିଛ। କାହା ସମ୍ବନ୍ଧରେ ତୁମ୍ଭେ ପାତର ଅନ୍ତର କରୁନାହଁ ବୋଲି କହୁଚ। ଆଚ୍ଛା ତୁମ୍ଭ ସ୍ତ୍ରୀ କିପରି ଓ ନାମ କଣ ତାହା ଟିକିଏ କହନ୍ତ ନାହିଁ? ଯଦୁମଣି ତୁରନ୍ତ ଗାଇଲେ- ଖଚର ଗତି ସାର ତ୍ରିବର୍ଣ୍ଣରେ ହେବ ବିଦିତ ତାର ସେ ନାମରେ ଅଶୋକେ ବୈଦେହୀ ଧୃତି ସମରେ ଉଦ୍ବେଗ ଥାଏ ମୋ ମନ କାମରେ ବୋଲେ କିମତି ଖଞ୍ଜନାରେ ଶ୍ରୀପତି କତିରେ ଯତି ନିକରଙ୍କୁ ପଡ଼ିଲେ ତା କାନ୍ତି ଅନାରେ। ପଦଟିର ଅନ୍ୱୟ ହେଲା- ତାର ସେ ନାମରେ ଗତିସାର ଖ−ଚର ତ୍ରୀବର୍ଣ୍ଣରେ ବିଦିତ ହେବ। ସେ ଖଞ୍ଜନାରେ ବୋଲେ କିମିତି? ମୋ ମନ କାମରେ ଉଦ୍ବେଗ ଥାଏ ଧତି ସମରେ ଅଶୋକେ ବୈଦେହୀ ଏବଂ ଶ୍ରୀପତି କତିରେ ଯତି ନିକରଙ୍କୁ ତା କାନ୍ତି ପଡ଼ିଲେ ଅନାରେ। ଅର୍ଥାତ-ତା ନାଁ ଗତିରେ ସୁନ୍ଦର ଗୋଟିଏ ପକ୍ଷୀର ନାମ ତିନୋଟି ବର୍ଣ୍ଣରେ ପ୍ରସିଦ୍ଧ ଅଟେ। ଅର୍ଥାତ୍ 'ଖଂଜନା'। ଶୁଣ ସେ ଖଂଜନ, କହୁଛି କିପରି ଅଟେ? ମୋର ମନ କାମ ଲାଳସାରେ ଯେତେ ଅଧୀର ଥାଏ, କିନ୍ତୁ ସେ ଅଶୋକ କାନନର ବନ୍ଦିନୀ ପ୍ରଜ୍ଞାବତୀ ସୀତାଙ୍କ ପରି ଏକାନ୍ତ ଧୈର୍ଯ୍ୟଶାଳୀ ଏବଂ ଆତ୍ମସଂଯମର ନିପୁଣା। ବିଶେଷରେ ବିଷ୍ଣୁଙ୍କ ସମ୍ମୁଖରେ ତାଙ୍କର ପରମ ଭକ୍ତ ଯତିମାନେ ଥାଇ ମଧ୍ୟ ଯେବେ ତା ସୌନ୍ଦର୍ଯ୍ୟ ସେମାନଙ୍କ ଆଖିରେ ପଡ଼ିଯିବ, ସେମାନେ ନିଶ୍ଚିୟ ତାକୁ ଅନାଇଁ ଦେବେ। କେବେ ସମ୍ଭାଳି ରହି ପାରିବେ ନାହିଁ। ଏ ସବୁର ଟୀକା ବାହାର କରିବାକୁ ବହୁଶ୍ରମ ସ୍ୱୀକାର କରିବାକୁ ହେଇଛି। ଏହି ହାସ୍ୟଶତକ ଯେତେବେଳେ ପ୍ରଚାରିତ ଥିଲା ତାହା ମଧ୍ୟ ଯୁକ୍ତିଯୁକ୍ତ ଏବଂ ପ୍ରମାଦବିହୀନ ନଥାଇ ଚଳି ଆସୁଥିଲା। ଅନେକର ଅର୍ଥ ମଧ୍ୟ ଜଣା ନଥାଇ ପ୍ରବାଦମୂଳକ ଭାବରେ ଚଳିଆସୁଥିଲା। ଯେପରି ସେ ଆମ୍ଭୁଲ ଦିଖଣ୍ଡି ଜଣକୁ ମାଗିଥିଲେ ଏହାଗାଇ- ଅଚ୍ୟୁତ ଖଣ୍ଡା ଚ୍ୟୁତ ହୋଇଥିବ ଆନନ୍ଦମୂଳକ ଦ୍ୱିଖଣ୍ଡ ହେବ। କିନ୍ତୁ ଏହାର ଅର୍ଥ ଜାଣିବାରେ କେହି ଚେଷ୍ଟିତ ନଥିଲେ। ଅଚ୍ୟୁତ କି ବିଷ୍ଣୁଙ୍କର ଖଣ୍ଡାର ନାମ ''ନନ୍ଦକ" ତାହା ଚ୍ୟୁତ ହୋଇଥିବ ଅର୍ଥାତ୍ ନଥିବ ଅର୍ଥାତ୍ ଆନନ୍ଦ ମୂଳକ ଶବ୍ଦରୁ 'ନନ୍ଦନ' କଟିଗଲେ ଅମୃଳ ରହିଛି। ଅମ୍ଳରୁ ଆମ୍ବୁଲ ହୋଇଛି। ତେଣୁ ସେ ଆମୂଳ ବା ଆମ୍ବୁଲ ଦୁଇଖଣ୍ଡ ମାଗିଛନ୍ତି। ବହୁ ଅସଂଚତ ପଦମଧ୍ୟ ବହୁ କଷ୍ଟରେ ବହୁବ୍ୟକ୍ତିଙ୍କ ସଂପର୍କରେ ଆସିବାରୁ ସଂଶୋଧିତ କରାଯାଇଛି। ଏହି ହାସ୍ୟଶତକରେ କେତେକ ପଦ୍ୟାଂଶ ଅଶ୍ଳିଳ ବିଭତ୍ସ ଭାବରେ ରହିଛି, ଯାହା ଉଠାଇ ଦିଆଯିବାକୁ ମୋତେ କେହି କେହି ବାଧ୍ୟ କରିଛନ୍ତି। କିନ୍ତୁ ପୁରୀ କୋଣାର୍କ ଆଦି ମନ୍ଦିର ଗାତ୍ରର ଉଲ୍ଲଙ୍ଗ ଯୌନଚିତ୍ର ଧର୍ମ୍ମ ମନ୍ଦିରରେ ସ୍ଥାନ ପାଇବା ଘେନି ଯେପରି ନାନାମତ ପ୍ରକାଶିତ ହେଉଛି, ଏ କ୍ଷେତ୍ରରେ ସେପରି ନାନା ମୁନି ନାନା ମତ ଦେବେ। ମହାଭାରତରେ ବ୍ୟାସ ରୂପୋତ୍ତମା ବିଶ୍ୱସୁନ୍ଦରୀ କୃଷ୍ଣାଙ୍କୁ ବିବସନ କରାଇ ତାଙ୍କ ସମକ୍ଷରେ ମହାନ୍ ରାଜଦରବାର ଯେଉଁଠି ବୟସ୍କ ଗୁରୁଜନ ପିତୃପିତାମହା, ଋଷି, ସନ୍ଥ ପଣ୍ଡିତମାନେ ଆସନରେ ଅଛନ୍ତି, ସେଇଠି ଦୁର୍ଯ୍ୟୋଧନର ଉଲ୍ଲଙ୍ଗ ଊରୁ ବର୍ଣ୍ଣନା ସହିତ ଦେଖାଇବାରେ କୃପଣ ହୋଇନାହାନ୍ତି। ଦୁର୍ଯ୍ୟୋଧନ କୃଷ୍ଣଙ୍କୁ ହାତଠାରି ତାହା ଦେଖାଇଛି ଏବଂ ଉକ୍ତ ଊରୁ ଭଗ୍ନ କରିବାକୁ ଭୀମ ମଧ୍ୟ ପ୍ରତିଜ୍ଞା କରଛନ୍ତି। ବହୁ ଉଦାହରଣ ନିଷ୍ପ୍ରୟୋଜନ। ତେଣୁ ଯଦୁମଣି ଯେଉଁ ସମୟରେ ସେ ସବୁ ପ୍ରୟୋଗ କରିଥିଲେ, ଆମକୁ ସେହି ସମୟକୁ ଯିବାକୁ ହେବ। ନଚେତ୍ ପୁରୀରେ ଥରେ ଜାତୀୟ କଂଗ୍ରେସ ସଭା ହେବ ବୋଲି ଯୌନକ୍ରିୟାର ଚିତ୍ରଣଗୁଡ଼ିକ ମନ୍ଦିର ଗାତ୍ରରେ କନାଗୁଡ଼ାଇ ଲୁଚାଇଦେବା ଆସିଥିବା ପ୍ରସ୍ତାବ ପରେ ଯେପରି ହାସ୍ୟସ୍ପଦ ହୋଇଥିଲା ଏହା ନିଶ୍ଚୟ କେବେ କିଏ ସମାଲୋଚନା କରିବେ। ସଭ୍ୟତା ଅସଭ୍ୟତା ଘେନି ଯେ ଦ୍ୱନ୍ଦ୍ୱ ଚାଲିଛି, ତାହା ସାମୟିକ ମାତ୍ର। ଭଞ୍ଜ କବିତାରେ ନବୀନ ବ୍ରାହ୍ମ ବିଶ୍ୱନାଥ କରଙ୍କ ନାସାକୁଞ୍ଚନ ଏବେ କଳିଙ୍ଗଭାରତୀ ଯୋଗୁଁ କୁଆଡ଼େ ଉଭେଇ ଗଲାତ? ଏହି ହାସ୍ୟଶତକ ପାଠକଲେ କବିଙ୍କର ଜୀବନକଥା ଆଂଶିକ ଜଣାଯିବ। ହେଲେହେଁ ଏହା ସଂପୂର୍ଣ୍ଣ ଜୀବନାଲେଖା ନୁହେଁ। ତେଣୁ ତାଙ୍କର ସ୍ୱତନ୍ତ୍ର ଜୀବନ−ଚରିତ ଲେଖା ଯାଇଛି। ଅନେକ କ୍ଷେତ୍ରରେ ଏକା କଥା ଦୁଇଥର ପାଠକମାନଙ୍କୁ ପଢ଼ିବାକୁ ହେବ। ତାହା ଅନ୍ୟଥା କରିବାର ଉପାୟ ନାହିଁ।